ଆଉ ସେଇ ସମୟତକ ମନୁଷ୍ୟ ଭଲରୂପେ ବିନିଯୋଗ କରିପାରନ୍ତା। ଏ ସଭ୍ୟତାର ଭାରବାହୀ ନିର୍ଲଜ୍ଜ ପଶୁ ଜାତିର ସମ୍ପୂର୍ଣ୍ଣ ଧ୍ୱଂସ ନ ହେଲାଯାଏଁ, ତା'ର ଗର୍ବ, ଅହଂକାର, ଈର୍ଷା ଓ ଅଭିମାନର ତୋରଣ ଭୁଷୁଡ଼ି ନ ପଡ଼ିବାଯାଏ ଶାନ୍ତି ନାହିଁ। କାହିଁ ଶାନ୍ତି? କାହିଁ ବା ମୁକ୍ତି? ଖାଲି ପ୍ରହସନ, ଛଳନା। ମାୟାଜାଲ ବିଛେଇ ହୋଇ ପଡ଼ିଛି। ଅନ୍ଧାରରେ ବାଡ଼ି ବୁଲେଇ ବୁଲେଇ କ୍ଳାନ୍ତି ଆସିଗଲାଣି। ନୀଳ ଚଷମା ପିନ୍ଧି ଦୁନିଆଁର ନୀଳିମାକୁ ମାପିବା କି ଚରମ ମୂର୍ଖତା! ସଭ୍ୟତା କହିଲେ ଆମେ କ'ଣ ବା ବୁଝୁ? କେତେଜଣ ବା' ବୁଝନ୍ତି ଆମ ଭିତରୁ? ବିଶ୍ୱବିଦ୍ୟାଳୟର ଅର୍ଥହୀନ ସାର୍ଟିଫିକେଟ ଯା'କୁ ଆମେ ବର୍ଷ ବର୍ଷ ନୟାନ୍ତ ହୋଇ, ଛୁରି, ବୋମା, ଗୋପାଳିର ଭୟ ଦେଖାଇ, ବ୍ଲାକମେଲିଂ କରି ହାସଲ କରୁ, ତାହା କ'ଣ ଜୀବନର ପ୍ରକୃତ ମୂଲ୍ୟାୟନର ମାପକାଠି? ଆମରି ରୁଚିହୀନ ପୋଷାକ ପରିଚ୍ଛଦ, ରମ୍ବସ୍ ବା ଅଣ୍ଡାକୃତି ପାର୍ଟନ୍ର ବାସଗୃହ ଫ୍ରେଞ୍ଚ ବା ଡେନ୍ମାର୍କୀୟ ଆଦବକାଇଦା କ'ଣ ଆମ ସଭ୍ୟତାର ଅସଲି ସିମ୍ବଲ? ଆମେ କେହି କାହାର ପରାମର୍ଶ ମାନିବାକୁ ପ୍ରସ୍ତୁତ ନୋହୁଁ। ଆମେ ପ୍ରତ୍ୟେକ ଏକ ସ୍ୱୟଂ ସମ୍ପୂର୍ଣ୍ଣ ସୃଷ୍ଟି। ଉପରକୁ ଉଠିଲାବେଳେ ଆମେ ଆମରି ଚାରିକଡ଼ର ବସ୍ତୁ ସକଳ ସମ୍ପର୍କରେ ସଚେତନ ନୋହୁଁ-। କ'ଣ ଘଟି ଯାଉଛି, କ'ଣ ବା ଘଟିଯିବ ଅଳ୍ପ ସମୟ ପରେ, ସେକଥା ଚିନ୍ତା କରିବାକୁ ଆମେ ଅସମର୍ଥ। ସୁତରାଂ ଦ୍ୱନ୍ଦାତ୍ମକ ରୀତିରେ ଆମେ ଉପରକୁ ଉଠିଲାବେଳେ ଆମରି ବିପରୀତ ଦିଗରେ ଅନ୍ୟ ଏକ ପ୍ରଚଣ୍ଡ ଶକ୍ତି ତା'ର ଅସ୍ତିତ୍ୱକୁ ଛପେଇ ଦେବା ପାଇଁ ମାଡ଼ି ଆସୁଛି-। ତଳକୁ ତଳକୁ ହୁଏତ ମହାଶୂନ୍ୟରେ ଆମର ବିସ୍ଫୋରଣ ଘଟିପାରେ। କିମ୍ବା ଆମେ ସମ୍ପୂର୍ଣ୍ଣ ଭାବରେ ସେଇ ଶକ୍ତିଶାଳୀ ସତ୍ତାର କର୍ତ୍ତୃତ୍ୱ ମାନିନେବା। ଦୁଇଟି ସତ୍ୟ ମଧ୍ୟରୁ ଯେ କୌଣସି ଗୋଟିକୁ। ଗ୍ରହଣ କରିବାକୁ ପଡ଼ିବ। ନୋହିଲେ ବଞ୍ଚିବା ମୁସ୍କିଲ ହୋଇ ପଡ଼ିବ। ଆମେ କ'ଣ ସତରେ ଆଉ ବଞ୍ଚିଛୁ? ଅନ୍ତସାର ଶୂନ୍ୟ ଜୀବନ କ'ଣ ପ୍ରକୃତ ଜୀବନ! ଜୀବନ କହିଲେ ଆମେ ଯାହା ବୁଝୁ ବା ନବୁଝୁ କିନ୍ତୁ ଏତିକି ମାନି ନେବାକୁ ପ୍ରସ୍ତୁତ ଯେ ଜୀବନ ଏକ ପ୍ରବାଳ ଖଣ୍ଡ ନୁହେଁ। ଜୀବନ ଫସିଲ ନୁହେଁ। ଜୀବନ କହିଲେ କେବଳ ଉଦ୍ଭଟତାକୁ ବୁଝାଏ ନାହିଁ। ଜୀବନ ଏକ ସୁରଭିତ ଫୁଲ ହୋଇପାରେ। ଏକ ପୂର୍ଣ୍ଣଗଭା ସ୍ରୋତସ୍ୱିନୀ ହୋଇପାରେ। ଏକ ଜ୍ୟାମିତିକ ସୂତ୍ର ହୋଇପାରେ। ଏକ ଅତ୍ୟାଧୁନିକ ରୂପକଳ୍ପ ହୋଇପାରେ। ଆମେ ଆମକୁ ନ ଚିହ୍ନି ପାରିଲେ ବି ହତାଶା ବା ଗ୍ଳାନିର ପ୍ରଶ୍ନ ଉଠିବନି। ଆମକୁ ଚିହ୍ନେଇ ଦେବା ଲୋକର ଅଭାବ ନାହିଁ। ଅଭାବ ଖାଲି ରହିଯାଇଛି ଆମରି ଇଚ୍ଛାର। ଆମ ଇଚ୍ଛାକୁ ନିୟନ୍ତ୍ରିତ କରୁଥିବା ବ୍ୟକ୍ତି ଆସି ଆମ ଆଗ ଧାଡ଼ିରେ କେତେବେଳୁ ଆସନ ମାଡ଼ି ବସିଲାଣି। ଆମେ ଅଜ୍ଞ। ଜାଣିବା ପାଇଁ ଚେଷ୍ଟା ବି କରନି। ଜାଣିବାର ବେଳ ଗଡ଼ି ଯାଇଚି। ଟିକିଏ ସତର୍କତା ଅବଲୟନ କଲେ ଅନେକ କିଛି ମିଳିଯାଇ ପାରେ। ଅନେକ କିଛି। ଲୋକଟି ସେତିକି ମାତ୍ର ଜଣେଇ ଦେବାକୁ ଚାହେଁ ବିଶ୍ୱବାସୀଙ୍କୁ। ଉଠ। ଜାଗତିଆର ହୁଅ। ସମୟ ଏବେ ବି ହାତ ମୁଠାରେ ଅଛି। ସମୟ ଏବେ ବି ଅସ୍ୱୀକୃତ ହୋଇ ରହିଯାଇଛି। ଚାହୁଁ ଚାହୁଁ ଗୋଟାଏ ବର୍ଷ ବିତିଗଲାଣି। କେତେ କ'ଣ ଅଘଟଣା କଥା ଘଟି ଯାଇଛି ୟା' ଭିତରେ। କିଏ ବଳ ପ୍ରୟୋଗ କରି ମାଡ଼ି ବସିବାକୁ ଚାହୁଁଛି ତ କିଏ ବାରଆଡ଼ୁ ବାରକଥା କହି ଭୁଲେଇ ଭାଲେଇ କାମ ହାସଲ କରିବାକୁ ଚେଷ୍ଟା କରୁଛି। ଅନ୍ୟ କିଏ ପୁଣି ବନ୍ଧୁତ୍ୱର ଚରମ ନିଦର୍ଶନ ଦେଖାଇ ଖପ୍କିନା ମାଡ଼ି ବସୁଛି ଭୁଆ ବିଲେଇ ପରି। ନିଜର କର୍ତ୍ତୃତ୍ୱ ବିସ୍ତାର କରିବାକୁ ମନ କରୁଛି ସମ୍ରାଟ ପରି। କିଛି ହୋଇ ପାରୁନି। ହେବାବି ସହଜ ନୁହେଁ। ସବୁ ଫିସାଦି, ସବୁ କାରସାଦି ପଦାରେ ପଡ଼ିଯାଇଛି। ମୁଖା ଖୋଲି ଯାଇଛି ମଣିଷ ମୁହଁରୁ। ଶତାବ୍ଦୀର ନାନା ରଙ୍ଗ ବେରଙ୍ଗୀ ମୁଖା ମଣିଷ ମୁହଁରୁ ନିହାତି ଶୋଚନୀୟ ଭାବେ ଖସି ପଡ଼ିବାବେଳେ ଅସଲ ମଣିଷଟିର କୁତ୍ସିତ କଦାକାର ରୂପ ଧରା ପଡ଼ିଯାଇଛି। ତା'ର ଶୁକୁଟା ମୁହଁ ଏବଂ ଦାନ୍ତ ନିକୁଟୁଥିବା ସତ୍ୟ ମଧ୍ୟ ଆପଣାଛାଏଁ ପଦାରେ ପଡ଼ିଯାଇଛି। ସବୁ ଲୁଚାଚୋରା କାରବାର, ବେପାର ବଣିଜ ଧରା ପଡ଼ିଯାଇଛି। ଏ ଶତାବ୍ଦୀ ଏକ ଅଭିଶପ୍ତ। ଶାପଗ୍ରସ୍ତ ଶତାବ୍ଦୀ! ଏଠି ଆମେସବୁ ବିଲ୍କୁଲ, ନକଲି।